ସେ ଦୁହେଁ କଲେଜ ପଛ ପଟ ରାସ୍ତାରେ ପାଖା ପାଖି ଚାଲିବାକୁ ଆରମ୍ଭ କଲେ। ଧୀରେ ଧୀରେ ଜଳଧର ତା' ପିଠି ପଟେ ହାତ ବୁଲାଇ ଆଣି କହିଲେ–''ତୁମକୁ ତ ଭାରି କ୍ଳାନ୍ତ ଲାଗୁଥିବ–ଯଦି ଆପତ୍ତି ନଥାଏ ଆସ ଏଇଠି ଟିକିଏ ବସିବା। '' ସାଗରୀକା କିଛି କହିଲାନି। କଲେଜ ପଡ଼ିଆର ପ୍ରାୟାନ୍ଧକାରାଚ୍ଛନ୍ନ ଗୋଟିଏ କୋଣର ସିମେଣ୍ଟ ଚେୟାର ଉପରେ ଦୁହେଁ ବସିଲେ। ଉପରେ ଜହ୍ନ ଇଷତ୍ ନିଷ୍ପ୍ରଭ–ଦୂର ଦେବଦାରୁ ଗଛର ଛାଇ ଲମ୍ବା ଲମ୍ବା ହୋଇ ପଡ଼ିଛି। ଚାରିଆଡ଼ ସୁପ୍ତ। ପାଖା ପାଖି ଦୁଇଟି ଦେହ। ଉତ୍ତେଜନାରେ ସାଗରୀକାର ଓଷ୍ଠ ଚୁମ୍ବନ କଲେ ଜଳଧର। ଛାଇ ଆଉ ଅନ୍ଧାର। ଅନ୍ଧାର ଆଉ ରାତି। ରାତି ଆଉ ଜହ୍ନ। ସାଗରୀକା ଆଉ ଜଳଧର। ସବୁ ସମାନ; ସବୁ ଏକ। ବାକି ସବୁ ମିଛ। ସାଗରୀକା ଘରକୁ ଫେରିଗଲା। କିନ୍ତୁ ସେଇ ଦିନ ସେଇ ରାତିରେ ତା'ର ମନେପଡ଼ିଥିଲା ନୀହାର। ତା'ର ଜୀବନର ପ୍ରଥମ-ପ୍ରେମିକ ନୀହାର। ସେଇ ପ୍ରଥମେ ତା'ର କୁମାରୀ ଜୀବନରେ ପ୍ରେମର–ସ୍ପନ୍ଦନ ଉଠାଇ ଥିଲା–ଯୌବନର–ମାଧୁର୍ଯ୍ୟ ଚଖାଇ ଥିଲା। ଜୀବନର ପ୍ରତି ପାଦରେ ସେଇ ମନେପଡ଼ିବ। ଦେହର–ମନ୍ଦିରରେ ସେଇ ଅଶରୀରୀ ଦେବତାର ପଦଧ୍ୱନି ଶୁଭିବ। ଯେତେବେଳେ ସେ ଦେବାଳୟ ଦୁଆର ମୁହଁରେ ଆଉ କାର ପଦ ପଡ଼ିବ ଠିକ୍ ସେତିକିବେଳେ ଅନ୍ତତଃ ଥରକ ପାଇଁ ହେଲେ ତା'ର ସ୍ପର୍ଶରେ ସେ ଶିହରି ଉଠିବ। ତା'ର ସେଇ ମଧୁର ଜନ୍ମାଷ୍ଟମୀ ତିଥିର ବହୁ-ପ୍ରତୀକ୍ଷିତ ସନ୍ଧ୍ୟା। ସେଇ ସନ୍ଧ୍ୟାର ଅନ୍ଧକାର ଭିତରେ ଅନ୍ତରର ଯେଉଁ ଉଦବେଳ ଆବେଗ ରୂପ ପାଇଥିଲା; ଯେଉଁ ଅପୂର୍ବ ସଙ୍ଗୀତ ସୃଷ୍ଟି ହୋଇଥିଲା; ତାହାରି ସୌନ୍ଦର୍ଯ୍ୟ ଆଉ ସ୍ୱର ଝଙ୍କାରରେ ସେ ମୁଗ୍ଧ ହେବ। ସେଇ ସ୍ୱର ହିଁ ପ୍ରଥମ ଆଉ ନୂତନ–ବାକି ସବୁ ପୁରୁଣା–ତାରି ବିକୃତ ପ୍ରତିଧ୍ୱନି। ନୀହାର ସବୁ ଜାଣେ। ସବୁ ତା' କାନରେ ପଡ଼ିଛି। ତଥାପି ଏସବୁ ବିଷୟ ନେଇ; ସେ ଦିନେ ହେଲେ ଆଘାତ ଦେଇ, ତା' ପାଖକୁ ଚିଠି ଲେଖିନି। ସାଗରୀକା ଜାଣେ ନୀହାର କେଡ଼େ ଅଭିମାନୀ। ଥରେ ତାଙ୍କ ଘରେ ନୀହାର ଆଉ ସେ ଦୁହେଁ ବସି କଥାବାର୍ତ୍ତା କରୁଥିଲେ। ନୀହାର ସେଦିନ ବରହମପୁରର ଗୋଟିଏ ସାହିତ୍ୟ ସଭାରେ ଯୋଗଦେଇ ଫେରିଲା ପରେ ତାଙ୍କ ଘରଠାକୁ ଆସିଥିଲା। ସେମାନେ ବସି କେତେ କୁଆଡ଼ର ଗପରେ ତନ୍ମୟ ହୋଇ ପଡ଼ିଥିଲେ। ଏହି ସମୟରେ ସାଗରୀକା ଘର ପାଖ ପଡ଼ିଶାରେ ରହୁଥିବା ଜଣେ ଭଦ୍ରଲୋକ ଭିତରକୁ ପଶି ଆସିଲେ-। ସେ ଜଣେ କୋପରେଟିଭ ଇନ୍ସପେକ୍ଟର। ତାଙ୍କ ସହିତ ନୀହାରର ପରିଚୟ ନାହିଁ। ନୀହାର ଆଉ ସାଗରୀକା ଦୁହିଁଙ୍କୁ ଦେଖି ସେ ଟିକିଏ ଅପ୍ରସ୍ତୁତ ହୋଇ ପଡ଼ିଲେ ତଥାପି ସାଗରୀକାକୁ ତା'ର ପେନ୍ଟା ମାଗିଲେ। ସାଗରୀକା ତା'ର ଗୋଟାଏ ପୁରୁଣା। ପେନ୍ ଦେଲାରୁ କହିଲେ–''ଏଇଟା କ'ଣ ମ? ସେ ଭଲ ନୂଆ ପେନ୍ଟା ଦିଅ। '' ଏଇ କଥା ଶୁଣି ସାଗରୀକା ଚମକି ପଡ଼ିଲା। କାରଣ ସେଇଟା ନୀହାର ତାକୁ ତା' ଜନ୍ମଦିନରେ ଉପହାର ଦେଇଥିଲା। ସେ ଚାହେଁନି; ତା'ର ଉପହାର–ପେନ୍ ସାଗରୀକା ଛଡ଼ା ଆଉ କାହା ହାତକୁ ଯାଉ। କିନ୍ତୁ ନୀହାର ଆଗରେ ସେ ଭଦ୍ର ଲୋକଙ୍କର ଅନୁରୋଧ ରକ୍ଷା କରିବା ତ ଦୂରର କଥା; ଅନୁରୋଧ ଶୁଣି ବିବ୍ରତ ହୋଇପଡ଼ିଲା ସାଗରୀକା। ସେ କହିଲା–''ନାଇଁ–ସେ ପେନ୍ଟା କେଉଁଠି ରହି ଯାଇଛି; ଏଇଟା ନିଅନ୍ତୁନା। '' ସେ ଚାଲିଗଲା ପରେ ସାଗରୀକା ଆଉ ନୀହାର ମୁହଁକୁ ଚାହିଁପାରିଲାନି। ମୁହୂର୍ତ୍ତକ ପୂର୍ବରୁ ଯେଉଁ ନୀହାର ବେଶ୍ ପ୍ରଫୁଲ୍ଲ ଥିଲା; ସେ ହଠାତ୍ ଗମ୍ଭୀର ହୋଇଗଲା ଯେପରି। ସେ କିଛି କହିଲାନି। ନୀରବ ଗମ୍ଭୀର ଭାବରେ କିଛି ସମୟ ବସି ରହି କହିଲା–''ଆଚ୍ଛା ସାଗର–ମୁଁ ଯାଉଛି। '' ସାଗରୀକା ଏଇ ଅପ୍ରତ୍ୟାଶିତ ପରିସ୍ଥିତିରେ ପ୍ରାୟ ବିଚଳିତ ହୋଇପଡ଼ି କହିଲା–''କାହିଁ–କ'ଣ ଏମିତି କାମ ଅଛି କି? ବସୁନ-। ତୁମ କଥା ଅଧା ହୋଇଛି ଯେ। '' ନୀହାର ହସିଲା। କହିଲା–''ମୁଁ ଏଠି ରହିଲେ ତୁମର ବନ୍ଧୁ–ତୋଷଣରେ ବାଧା ଆସିବ ସାଗର। ମୁଁ ମୋର ହୃଦୟର ଏକାନ୍ତ ଆବେଗ ଓ ସ୍ନେହ ପ୍ରେମର ପ୍ରତୀକ ରୂପେ ତୁମକୁ ଯାହା ଦେଇପାରେ; ତାକୁ ଅନ୍ୟ ହାତକୁ ଦେଲାବେଳେ ତୁମେ ମୋ'ପ୍ରତି ଯେ କେଡ଼େ ନିର୍ବ୍ଦୟ ଭାବରେ ଅବିଚାର କର, ତା' କଳ୍ପନା କରିପାରୁଛ ତ? '' ସାଗରୀକା କ'ଣ କହିବ; କିଛି ଭାବିପାରିଲାନି। ନୀହାରର ଅଭିମାନ ଭାଙ୍ଗିବାକୁ ସେ କେତେ ପରିଶ୍ରମ ନ କରିଛି, କେତେ କଷ୍ଟ ସ୍ୱୀକାର ନ କରିଛି।